ତୁମେ ଭାବୁଛ, ତୁମେ ନୂତନ ନୂତନ ଆବିଷ୍କାର ଉନ୍ମାଦନାରେ ଉନ୍ମତ୍ତ। କିନ୍ତୁ ତୁମର ସେହି ଉନ୍ନାଦନା କେତେ ଲୋକଙ୍କ ହୃଦୟକୁ ଯେ ଖିନ୍ଭିନ୍ କରି ଚିରି ପକାଉଥିବ, ତା' କେବେ ଭାବିଛ? '' ମେରିନାର ଆଖିରୁ ଲୋତକଧାରା ନିଜ ରୁମାଲରେ ପୋଛିଦେଇ ଆଲେସ୍କି କହିଲେ, ''ମୋର ମସ୍ତବଡ଼ ଭୁଲ ହୋଇଛି ମେରିନା। ମୁଁ ଧାରଣା କରି ନଥିଲି ଯେ, ମୋର ଅନୁପସ୍ଥିତି ତୁମ ମନରେ ଏତେ ବଡ଼ ଦାରୁଣ ଆଘାତ ଲଗାଇ ପାରିବ। ତୁମେ ତ ଜାଣିଛ, କିଭଳି ଏକ ଦୈବୀଦୁର୍ବିପାକ ଯୋଗୁଁ ଆମେ ଏତେ ବିପଦରେ ପଡ଼ିଗଲୁଁ। ମୁଁ ତୁମକୁ କୈଫିୟତ୍ ମାଗିଥିବାରୁ ଦୁଃଖିତ ମେରିନା। '' କ୍ରନ୍ଦନରତା ମେରିନାର ଅଧରକୋଣରେ ହଠାତ୍ ଦେଖାଦେଲା ହାସ୍ୟର ଏକ କ୍ଷୀଣରେଖା। ''ଆଉ ତେବେ ମୋତେ ସେଥିପାଇଁ କି ଦଣ୍ଡ ପାଇବାକୁ ପଡ଼ିବ କୁହ? ମୁଁ ସେଥିପାଇଁ ପ୍ରସ୍ତୁତ ଅଛି। '' ଏତକ କହି ଯାଉ ଯାଉ ଆଲେସ୍କି ଗାଧୁଆଘରର ବାରଣ୍ଡାରେ ହାତଗୋଡ଼ ଯୋଡ଼ି ହସି ହସି ଠିଆ ହୋଇଗଲେ। ''ଥାଉ, ଥାଉ, ତୁମର ଏ ଅଭିନୟ ଏ ମଝି ବାରଣ୍ଡାରେ! କିଏ ଯଦି ଚାଲିଆସେ, ତେବେ ସେ କ'ଣ ଭାବିବ କୁହ ତ? '' ''ତେବ ଏଥିପାଇଁ କ'ଣ ଆବଦ୍ଧ କୋଠରି ଦରକାର ପଡ଼ିବ? '' ଆଲେସ୍କିଙ୍କର ଏହି ଉକ୍ତିରେ ଦୁହେଁ ହୋ–ହୋ ହୋଇ ହସିଉଠିଲେ। ହସୁଁ ହସୁଁ ହଠାତ୍ ଚମକି ପଡ଼ି ଆଲେସ୍କି କହିଲେ, ''ଓଃ, ମୁଁ ତୁମ ପାଖକୁ ଯେଉଁଥିପାଇଁ ଆସିଥିଲି, ସେ ବିଷୟରେ ତୁମକୁ କିଛି ନ କହି ଅନ୍ୟ କଥାରେ ମାତିଯାଇଛି। ତୁମେ ଜାଣିଛ ମେରିନା, ତୁମ ବାପା ତୁମ ପାଖକୁ ତାର କରିଛନ୍ତି ଯେ, ସେ ଆସନ୍ତା ମାର୍ଚ୍ଚ ମାସରେ ଏଠାକୁ ଆସୁଛନ୍ତି ରାଷ୍ଟ୍ରର ଏକାଡ଼େମୀ ଅଫ୍ ଏଗ୍ରିକଲ୍ଚର୍ରେ ମସିହାରେ ବାର୍ଷିକ ଅଧିବେଶନରେ ଯୋଗଦେବା ପାଇଁ। ସଙ୍ଗରେ ତୁମ ମା' ମଧ୍ୟ ଆସୁଛନ୍ତି। ସେମାନେ ଅଧିବେଶନ ଶେଷ କରି ମାନମନ୍ଦିରକୁ ଆସିବେ। ସେଠାରୁ ସେମାନେ ତୁମ ସହିତ ଦେଖା–ସାକ୍ଷାତ୍ କରି କଥାବାର୍ତ୍ତା କରିବେ। ତୁମେ ତାଙ୍କର ପରା ଗେହ୍ଲାଝିଅ; ନ ହେଲେ ତୁମର ମା' ତୁମକୁ ଦେଖିବା ପାଇଁ ହଜାର ହଜାର ମାଇଲ ଅତିକ୍ରମ କରି ଏଠାକୁ ଆସିବାକୁ ମନ କରିଥାନ୍ତେ? '' ''ସତେ ଆଲେସ୍କି, ମା' ଆସୁଛନ୍ତି? '' ଆନନ୍ଦରେ ନାଚି ଉଠିଲା ମେରିନା। ''ଆଉ ଗୋଟିଏ କଥା ଶୁଣିଛ ନା ମେରିନା? '' ଆଲେସ୍କି ପଚାରିଲେ। ମେରିନା ଆଶ୍ଚର୍ଯ୍ୟ ହୋଇ ଆଲେସ୍କିଙ୍କ ମୁହଁକୁ ଚାହିଁ ରହିଥିଲା। ''ଆସନ୍ତା ମେ ମାସଠାରୁ ଆମ ସରକାର। ଦୁଇମାସ ପାଇଁ ମୋତେ ଛୁଟି ମଞ୍ଜୁର କରିଛନ୍ତି। ମୁଁ ମେ, ଜୁନ୍ ଏ ଦୁଇ ମାସ ଛୁଟିରେ ଯିବି। '' ''କୁଆଡ଼େ? ''ଘରକୁ, ଆଉ କୁଆଡ଼େ? '' ''ଆଉ ମୁଁ! ମୁଁ ଏଠି ଏକା ରହିବି? '' ''ସେଥିପାଇଁ ମୁଁ କ'ଣ କରିବି ମେରିନା। ତୁମେ ଛୁଟି ଦରଖାସ୍ତ କଲନି? '' କୃତ୍ରିମ ଗାମ୍ଭୀର୍ଯ୍ୟ ରକ୍ଷାକରି ଆଲେସ୍କି କହିଲେ। ''ବାଃ ରେ, ମୁଁ ଜାଣିଲ କେମିତି? ତୁମେ ଛୁଟି ଦରଖାସ୍ତ କରିଛ ବୋଲି ମୋତେ ତ କେବେ କହିନ? ତା' ହୋଇଥିଲେ ମୁଁ ବି ଦରଖାସ୍ତ କରିଥାନ୍ତି। ବାସ୍ତବିକ୍ ତୁମେ ବଡ଼ ସ୍ୱାର୍ଥପର ଆଲେସ୍କି! ତୁମେ ଚାଲିଗଲେ, ମୁଁ ଏଠି ଏକୁଟିଆ କିପରି ରହିବି କହିଲ? ମୁଁ କଦାପି ତୁମକୁ ଛାଡ଼ିବି ନାହିଁ। '' ''ମୋତେ କ'ଣ ବାନ୍ଧିରଖିବ ତା' ହେଲେ? '' ''ନିଶ୍ଚୟ। '' ''ମୁଁ ଯଦି ତୁମ ପାଇଁ ଛୁଟି ବନ୍ଦୋବସ୍ତ କରିଦିଏ। '' ''କ'ଣ ଠିକ୍ ସେଇ ସମୟ ଭିତରେ? '' ''ହଁ, ଠିକ୍ ସେହି ସମୟ ଭିତରେ। ତେବେ ନିଶ୍ଚୟ ପୁରସ୍କାର ଦେବ ମୋତେ? '' ଆଲେସ୍କି ମେରିନାର ଦୁଇ ଆଖି ସାମନାରେ ଉଭୟଙ୍କର ଛୁଟି ମଞ୍ଜୁର ଚିଠିଟି ଟେକି ଧରିଲେ। ମେରିନା ତାହା ପଢ଼ି ଆଶ୍ଚର୍ଯ୍ୟ ହୋଇଗଲା। ''ଆଁ, ମୋର ବି ଛୁଟି? କିନ୍ତୁ ଛୁଟି ପାଇଁ ମୁଁ ତ ଦରଖାସ୍ତ କରି ନଥିଲି? ମୋତେ ଛୁଟି ମିଳିଲା କେମିତି? '' ''ଛୁଟିପାଇଁ ମୁଁ ବି ତ ଦରଖାସ୍ତ କରିନଥିଲି ମେରିନା! '' ''ତେବେ–ଆମକୁ ଛୁଟି ମିଳିଲା କିପରି? '' ''ତୁମ ବାପା ଓ ମୋ ବାପା ଆମର ଛୁଟିପାଇଁ ଦରଖାସ୍ତ କରିଥିଲେ? ଲେନିନ୍ ମାନମନ୍ଦିରର ଡିରେକ୍ଟର ପାଲାଭିନ୍ ଓ କମିଶନର ଅନ୍ୟାନ୍ୟ ସଭ୍ୟମାନେ ଆମ କାମରେ ଖୁବ୍ ଖୁସି ହୋଇ ଆମର ଛୁଟିପାଇଁ ସୁପାରିଶ କରିଥିଲେ। ତେଣୁ ଆମକୁ ଏ ଛୁଟି ମିଳିଛି।